ମହୀ ମାଆଙ୍କର ଲୁହ, ଶ୍ରମ, ସାଧନା ସଙ୍ଗେ ଯଦୁନାଥ ବାବୁଙ୍କ ନିସ୍ୱାର୍ଥ ପ୍ରଚେଷ୍ଟା ସମ୍ପୂର୍ଣ୍ଣ ଭାବେ ସାର୍ଥକ ହୋଇଛି...। ତଥାପି...। ସବୁବେଳେ, ସବୁ ସରଳ କଥାକୁ ଜଟିଳ କରି, ସବୁ ଅର୍ଥକୁ ଅନର୍ଥ କରି, ସବୁ ସମସ୍ୟାରେ ବିରାଟ ପ୍ରଶ୍ନବାଚକ ଚିହ୍ନ ଆଙ୍କି ମନରେ କଣ୍ଟା ଫୋଡ଼େ, ଏଇ ତଥାପି। ଗାରଟଣା ନକ୍ସା ଏକ ସର୍ବାଙ୍ଗ ସୁନ୍ଦର ଚିତ୍ରରେ ରୂପାନ୍ତରିତ ହେଲା। ଜୀବନର ଶୂନ୍ୟପାତ୍ର ରସରେ ଟଳମଳ ହେଇ ପରିପୂର୍ଣ୍ଣ ହୋଇଉଠିଲା। ଉଦୟ ସୂର୍ଯ୍ୟ ମଧ୍ୟାକାଶରେ, ପୂର୍ଣ୍ଣ ତେଜରେ ଜାଜ୍ଜ୍ୱଲ୍ୟମାନ ରହି ଆଲୋକ ବିଚ୍ଛୁରିତ କଲା। ତେବେ'ବି ଅନ୍ତରରେ ଅତୃପ୍ତି, ଭିତରେ ଖୁଂତ୍ ଖୁଂତ୍ ଭାବ। କିଛି ଗୋଟାଏ ରହିଗଲା। କ'ଣ ଟିକିଏ ହେଲାନାହିଁ। ହୋଇପାରିଲା ନାହିଁ। କ'ଣ ହେଲା ନାହିଁ? ଯଦୁନାଥ ବାବୁଙ୍କ କାନ ପାଖରେ କିଏ ଯେପରି ଉପହାସବ୍ୟଞ୍ଜିତ ମୃଦୁ କଣ୍ଠରେ କହିଦେଲା– ମଣିଷ ପଣିଆ...। ହଠାତ୍ ଯଦୁନାଥବାବୁ ନିଜ ଉପରେ ରାଗିଉଠିଲେ, ନିଜେ ସେ ମଣିଷ ହେଇଛନ୍ତି, ତାଙ୍କ ବିଗତ ଚୌଦପୁରୁଷ ହେଇଛନ୍ତି ନାଁ ଅନାଗତ ଅଠାଳୋଇ ପୁରୁଷ ମଣିଷ ହବାର କିଛି ନିଶ୍ଚିତ ଗ୍ୟାରେଣ୍ଟି ଅଛି? ସମସ୍ତେ ତ ବାବୁ, ଚାଲିଛନ୍ତି ସେଇ ବାଟ ଦେଇ ଜେଝା ସାଧ୍ୟମତେ, କିଛି ସାମର୍ଥ୍ୟ ଘେନି। ଦିନକେ କିଏ କେତେ ଆଗୋଉଛି, କିଏ କୋଉଠି ଥକିପଡ଼ି ବସିଯାଉଛି। ଦିନ ଗଡ଼ିଯାଉଛି। ରାତି ବିତି ଯାଉଛି। ଚାଲିବାର କ'ଣ କାହାରି ବିଶେଷ ହେଲାଣି? ସେଗୁଡ଼ା ବିଚାର କରିବାକୁ, ତା' ଉପରେ ପଣ୍ଡିତପଣିଆ ଦେଖାଇବାକୁ ସେ କିଏ? 'ହେ କାଳ ତୁମକୁ ନମସ୍କାର। ' ତୁମର ପ୍ରବଳ ପ୍ରବହମାନ ଶ୍ରୋତମୂଖରେ କେତେ ମହୀ, କେଡ଼େ ଯଦୁନାଥ, କେତେ ମହା ମହା ମହୀଋହ ମାନ ତୃଣ ଖଣ୍ଡସମ କୁଆଡ଼େ ଭାସିଯାଉଛନ୍ତି। ଯଦୁନାଥ ବାବୁଙ୍କ ଦାର୍ଶନିକ ଭାବନା କେତେବେଳ ଯାଏ ଚାଲିଥା'ନ୍ତା କେଜାଣି, ସ୍ତ୍ରୀ ପଦ୍ମାଳୟା ଚେତାଇ କହିଲେ ''କ'ଣ ଏଇ ମାନ୍ଧାତା ଅମଳର ବେଶ ପୋଷାକରେ ଯିବ ନା କ'ଣ? କେଡ଼େ ଥାଟ୍ଟ, କେଡ଼େ ଆରୋଦଳୀ, ତୁମକୁ ଅନେଇ ଲୋକେ ଆଗ ନାକ ଟେକିବେ। '' ହଇଓ ମଣିଷର ତ ଫେର ଦାଣ୍ଡକୁ ଭେକ ଥିବା ଦରକାର। ନ ହେଲେ ସେ ହାଉଯାଉରେ ତମକୁ କିଏ ପଚାରିବ, କିଏ ଚିହ୍ନିବ? ଯଦୁନାଥବାବୁ ଆଗ ହସିଦେଲେ ତା'ପରେ ଗମ୍ଭୀର ହୋଇଗଲେ। ନିଜକୁ ନିଜେ କହିଲେ ''ଯଦୁନାଥ ତୋର ଆଉ କିଛି ନାହିଁ, କିଛି ଐଶ୍ୱର୍ଯ୍ୟ ନାହିଁ, କିଛି ଚମକ ନାହିଁ। ତୋତେ ତୋ ପୋଷାକରୁ ଏଣିକି ଚିହ୍ନିବେ। '' ସାଙ୍ଗେ ସାଙ୍ଗେ ଭିତରେ ବିଦ୍ୟୁତ୍ ଚହଟିଗଲା। କାହିଁକି ଏ ଅହଙ୍କାର? ଏ ଅଭିମାନ? କ'ଣ ଭଲା। ସେ ସଞ୍ଚିଛନ୍ତି, କ'ଣ ଅବା ସେ କରିଛନ୍ତି? କେଉଁଥିରେ ଆଉ ଚିହ୍ନିତ ହେବେ? ଗୁଣ୍ଡୁଚିମୂଷା ବାଲି ଝାଡ଼ି ସେତୁବନ୍ଧ ବାନ୍ଧିଲା ଭଳି, ବିଶ୍ୱଲୀଳାରେ କ'ଣ ଟିକିଏ ନାକୁ ତାଙ୍କ କାମ। ହଉ ସେ ତ ସେତିକିରେ। ସେଥିକି କ୍ଷୋଭ କାହିଁକି, ଅଭିମାନ ଅବା କ'ଣ ପାଇଁ? ସ୍ତ୍ରୀ ପୁଣି ତାଗଦା କଲେ ଯାଅ ଯାଅ ବଦଳାବଦଳି ହୋଇଆସ। ଯଦୁନାଥବାବୁ କିନ୍ତୁ ଚିରାଚରିତ ରୀତିରେ ଚନ୍ଦନକାଠର ବାଡ଼ିଖଣ୍ଡିକ ହଲାଇ ହଲାଇ ଆଗକୁ ଚାଲିଲେ। ସେ ଚାଲିଲେ ବେଖାତିର ଭାବ ନ ଥିଲା ବଂର ଥିଲା ଏକ ବିହ୍ୱଳ ଭାବ। ଏତେ କୋଳାହଳ, ଏତେ ସମାରୋହ ଏତେ ଐଶ୍ୱର୍ଯ୍ୟ, ଏତେ ପ୍ରାଚୁର୍ଯ୍ୟ ଭିତରେ ଯଦୁନାଥବାବୁ କିନ୍ତୁ ନିଜକୁ ମଣୁଥିଲେ ଏକାନ୍ତ ଏକୁଟିଆ। ପଦ୍ମାଳୟା ତାଙ୍କ ଉପହାର ପୁଡ଼ିଆଟି ଘେନି ଅନେକବେଳୁ ଅନ୍ତଃପୁରରେ ପ୍ରବେଶ କଲେଣି। ସେ ପାଖରେ କଳ କଳ ହସ ମଧୁର ଆଳାପ ଆଲୋଚନାର ଛିନ୍ନାଂଶ ଏ ପାଖକୁ ଭାସି ଆସି ବେଳେ ବେଳେ ସୂଚେଇ ଦେଉଚି, ସେ ସାଙ୍ଗରେ ଆସିଥିଲେ। ମହୀବାବୁ ଥରେ, ଏ ପାଖକୁ ଘୂରିଆସି ଯଦୁବାବୁଙ୍କ ପାଦ ଛୁଇଁ ଯଥେଷ୍ଟ ବିନୟ ସଂଭ୍ରମ ସହକାରେ ନିଜର ଶ୍ରଦ୍ଧା ଜଣେଇ ଯାଇଛନ୍ତି। ତେବେ ବି? ତେବେ ବି ଯଦୁନାଥବାବୁ ସେ ଦିନର ସେ ମହୀକି, ସେଇ ଅନ୍ତରଙ୍ଗ କ୍ଷୁଦ୍ର କିଶୋର ବନ୍ଧୁଟିକି ଖୋଜି ପାଇଲେ ନାହିଁ। ସମୟର ଅନ୍ତଃଶ୍ରୋତ ମଧ୍ୟରେ ଥରେ ଯାହା ହଜିଯାଏ, ସେ କ'ଣ କେବେ ବି ମିଳେନା-? ଅଥଚ ସବୁବେଳେ ସବୁ ଠିକ୍ ଅଛି ବୋଲି, ନିଜ ସହିତ ହିଁ ପ୍ରବଞ୍ଚନା କରିଚାଲିଥାଏ ମଣିଷ। ଏଠି ଏତେ ଲୋକ ଏତେ ଆଳାପ... ଆଲୋଚନା, ଯଦୁନାଥବାବୁଙ୍କର ବି ଚିହ୍ନାଜଣା ପରିଚିତ କେତେଜଣ ବସିଛନ୍ତି। ସେମାନେ ବି ଚାହିଁଛନ୍ତି ତାଙ୍କ ସଙ୍ଗେ ଗପିବାକୁ, ମିଶିବାକୁ। ତାଙ୍କ ଅଖାଡ଼ୁଆ ପରିସ୍ଥିତିଟି କିନ୍ତୁ କେହି ବୁଝୁଛନ୍ତି କି?